କେତେବେଳେ ଦର୍ଶକମଣ୍ଡଳୀ ଭିତରୁ କେହି ଉଠି ନିଜ ଦେହର ଭଲ ଚାଦରଟି ଶିକ୍ଷକଙ୍କୁ ଉପହାର ଦେଇଛନ୍ତି। ମଣିପୁରୀ ଝିଅମାନଙ୍କ କଣ୍ଠସ୍ୱର ଭାରି ମଧୁର। ଗଳା ଯେପରି ଉଚ୍ଚକୁ ଉଠେ, ସେହିଭଳି ମିଠା ଓ ବଳିଷ୍ଠ। ସାବଲୀଳ ତାନରେ ଗୀତ ଗାଆନ୍ତି ଘଣ୍ଟା ଘଣ୍ଟା ଧରି, ତା ସାଙ୍ଗାକୁ ନାଚ-କିନ୍ତୁ ତିଳେହେଲେ କ୍ଲାନ୍ତି ପ୍ରକାଶ ପାଏନା। ମଣିପୁରୀ ନିୟମ ଅନୁସାରେ ମହାରାସର ଅଭିନୟରେ କ୍ଲାନ୍ତି ପ୍ରକାଶ ପାଏନା। ମଣିପୁରୀ ନିୟମ ଅନୁସାରେ ମହାରାସର ଅଭିନୟରେ କେବଳ ଅବିବାହିତା ଝିଅ ମାନଙ୍କୁ ହିଁ ଗ୍ରହଣ କରାହୋଇଥାଏ। ଏମାନଙ୍କୁ କୁହାଯାଏ ''ଲୈସବୀ''। ଝିଅମାନେ ପୁଅ ବେଶର ନାଚିବାକୁ ବେଶ୍ ଆଗଭର। କାରଣ ଏଠାର ସମାଜରେ ମହିଳାମାନେ ପ୍ରଧାନ। ଆଜିକାଲି ଭାରତରେ ଯେଉଁ କେତୋଟି ପ୍ରାଚୀନ ନୃତ୍ୟ ପ୍ରସିଦ୍ଧିଲାଭ କରିଚି, ସେଥିମଧ୍ୟରୁ ଉତ୍ତର-ଭାରତର କଥକ, ମଣିପୁରୀ ଓ ଦକ୍ଷିଣ-ଭାରତର କଥାକଳି, ଭାରତନାଟ୍ୟମ୍ ନାଁ ସମସ୍ତେ ପ୍ରାୟ ଶୁଣିଚନ୍ତି। ଏମାନଙ୍କ ମଧ୍ୟରେ ତାଳ, ମାନ, ଭଙ୍ଗୀ, ମୁଦ୍ରା ବ୍ୟବହାରରେ ଯଥେଷ୍ଟ ପାର୍ଥକ୍ୟ ରହିଛି। କଥାକଳି ଓ ଭାରତ ନାଟ୍ୟମ୍ ଗୋଟିଏ ଆଦର୍ଶରେ ପରିଚାଳିତ ହେଲେ ମଧ୍ୟ ଭାରତନାଟ୍ୟମ୍ ଭଳି ବିଚିତ୍ର ଛନ୍ଦବହୁଳ ପଦଚାଳନା କଥାକଳିରେ ନାହିଁ। କଥାକଳି ଯାତ୍ରାରେ କରିବା ଭଳି ବହୁଜନସମାବେଶ ଅଭିନୟର ନୃତ୍ୟ। ଉତ୍ତର-ଭାରତର କଥକରେ ଅଭିନୟ ଥିଲେ ମଧ୍ୟ ମୁଦ୍ରାର ଆତିଶଯ୍ୟ ନାହିଁ। ଏଥିରେ ଅଛି ନିଜସ୍ୱ ପଦକର୍ମ। ଛନ୍ଦ ବୈଚିତ୍ର୍ୟ ହିସାବରେ କଥକକୁ ନୃତ୍ୟର ଅଗ୍ରଣୀ କୁହାଯାଇପାରେ। କିନ୍ତୁ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ନୃତ୍ୟ ଭାବରେ ବର୍ତ୍ତମାନ ସ୍ୱୀକୃତି ନ ପାଇଥିଲେ ମଧ୍ୟ ସବୁ ବୈଚିତ୍ର୍ୟ ଏଥିରେ ଠୁଳ ହୋଇ ରହିଚି। ମହାରାସର ଅଭିନୟରେ ନାନାପ୍ରକାର ଗୀତ ସହିତ ସଖୀମାନେ ଯେତେବେଳେ ନାଚି ଥାଆନ୍ତି, ଗୀତର ରସ ସହିତ ଏମାନଙ୍କ ବିଭିନ୍ନ ଭଙ୍ଗି ଫୁଟିଉଠେ। ଯେଉଁମାନେ ଆସାମର ବୈଷ୍ଣବମାନଙ୍କର ଅଥବା ଶଙ୍କରଦେବ ପ୍ରଚାରିତ ବୈଷ୍ଣବ ଧର୍ମର କେନ୍ଦ୍ର ସ୍ୱରୂପ 'ମଠ' ବା 'ସୂତ୍ର'ରେ ନୃତ୍ୟାଭିନୟ ଦେଖିଚନ୍ତି, ସେମାନେ ମଣିପୁରୀ ନୃତ୍ୟ ସହିତ ଏହି ନୃତ୍ୟର ମିଳନ ଦେଖିବାକୁ ପାଇଥିବ। ଅନୁମାନ କରାଯାଏ, ମହାରାଜା ଭାଗ୍ୟଚନ୍ଦ୍ର ଯେତେବେଳେ ଆସାମ ରାଜାଙ୍କ ଅତିଥି ଭାବରେ ଆତ୍ମଗୋପନ କରିଥିଲେ, ସେତେବେଳେ ସେ ସେଠାରେ ଏହି ନୃତ୍ୟ ପ୍ରଦର୍ଶନ କରିଥିଲେ। ପରେ ବୈବାହିକ ସୂତ୍ରରେ ଆସାମ ରାଜାଙ୍କ ସହିତ ତାଙ୍କର ସମ୍ପର୍କ ଯେତେବେଳେ ଅଧିକ ଘନିଷ୍ଠ ହୋଇ ଉଠିଲା, ସେତେବେଳେ ସେଠାର ନୃତ୍ୟକାରମାନେ ଅଧିକ ଘନିଷ୍ଠ ହୋଇ ଉଠିଲା, ସେତେବେଳେ ସେଠାର ନୃତ୍ୟକାରମାନେ ମଣିପୁରରେ ବୈଷ୍ଣବମାନଙ୍କର ନୃତ୍ୟ ସହିତ ମଣିପୁରୀ ନୃତ୍ୟକୁ ମିଶାଇ ଭାଗ୍ୟଚନ୍ଦ୍ର ବର୍ତ୍ତମାନ ପ୍ରଚଳିତ ନୃତ ସହିତ ମଣିପୁରୀ ନୃତ୍ୟକୁ ମିଶାଇ ଭାଗ୍ୟଚନ୍ଦ୍ର ବର୍ତ୍ତମାନ ପ୍ରଚଳିତ ନୃତ୍ୟର ମୂଳଦୁଆ ପକାଇଥିଲେ। ମଣିପୁରୀ ନୃତ୍ୟର ପ୍ରଧାନ ବୈଶିଷ୍ଟ୍ୟ ହେଉଚି, ଜଳବାନ୍ଧି ଗୋଲ ହୋଇ ଏମାନେ ବୃତ୍ତାକାରରେ ନାଚିବା। ଏଭଳି କି ଶ୍ରୀକୃଷ୍ଣ ଯେତେବେଳେ ଏକୁଟିଆ ନାଚନ୍ତି, ସେତେବେଳେ ମଧ୍ୟ ଦଳବଦ୍ଧ ନାଚର ରୀତି ଅନୁଯାୟୀ ସେ ମଣ୍ଡଳରେ ଘୂରିବାକୁ ପଡ଼େ। ବୃତ୍ତାକାରରେ ଦଳବାନ୍ଧ ନାଚ ହେଉଚି ପ୍ରାୟ ସବୁ ଦେଶର ଦେଶୀୟ ନୃତ୍ୟ, ଯାହାକୁ ଆମେ କହୁ 'ଲୋଚନୃତ୍ୟ'। ଭାରତନାଟ୍ୟମ୍, କଥା କଳି ବା କଥକରେ ଯେଭଳି ସାମନାକୁ ଆଗେଇ ଆସି, ପୁଣି ପଛକୁ ଯାଇ ନର୍ତ୍ତକୀ ବା ନର୍ତ୍ତକ ନାଚେ, ଏହି ପଦ୍ଧତି ମଣିପୁରୀ ନୃତ୍ୟରେ ଦେଖାଯାଏନା। ହାତର ଭଙ୍ଗୀରେ ମଣିପୁରୀମାନେ ଶବ୍ଦର୍ଥର କିଞ୍ଚିତ ଇଙ୍ଗିତ୍ ଦେଇଥାନ୍ତି ମାତ୍ର। ଏମାନଙ୍କ ନାଚକୁ ଲିରିକ କବିତା ସହିତ ତୁଳନା କରାଯାଇପାରେ। କେବଳ ଆଭାସ ଓ ଇଙ୍ଗିତ ଦେଇ ଗୀତର ମୂଳଭାବଟି ପ୍ରକାଶ ଯେଭଳି ଏହି